ଏହି ଦେଶଟା ଆମର ବୋଲି କହି ବାହୁ ଟେକି ନାଚିଲେ। ଏବଂ ଦୟାଳୁ ହେଲେ-। ଦରିଦ୍ରମାନଙ୍କୁ ନାରାୟଣ ବୋଲି କହି ଶିଖିଲେ ସିନା, କିନ୍ତୁ ସେମାନଙ୍କୁ ମଣିଷ ବୋଲି ସ୍ୱୀକାର କରି ସାଙ୍ଗରେ ନେବାକୁ ମୋଟେ ରାଜି ହେଲେ ନାହିଁ। ଏହି ଅରୀତିଟାକୁ କାହିଁକି ଆଦୌ କୌଣସି ସଭ୍ୟତା ବୋଲି କୁହାଯିବ? ବାବୁ ଅମର୍ତ୍ତ୍ୟ ସେନ ଏହି ଅବ୍ୟାପାରଟା ବିଷୟରେ ବଡ଼ ହେବା ପରେ କ'ଣ ସବୁ ଭାବୁଥିବେ କେଜାଣି? ଆମର ତଥାକଥିତ ବିଶ୍ୱବିଦ୍ୟାଳୟ ମାନଙ୍କରେ ମଧ୍ୟ ଅର୍ଥନୀତିର ବିଭାଗମାନ ରହିଥିବ। ଏବଂ, ସେଠାରେ ବସିଥିବା ପାଠୁଆ ବିସ୍ମିଲ୍ଲାମାନେ ବି କିଛି ଭାବୁଥିବେ କି ନାହିଁ, ସେକଥା କିଏ କହିବ? ବିଗତ ପଚାଶ ବର୍ଷରେ ଆମ ସାମୁଦାୟିକ ଜୀବନର ଯାବତୀୟ ଅବସରରୁ ବିବେକଟା ହିଁ କୁଆଡ଼େ ଉଡ଼ି ପଳାଇଛି। ଶିକ୍ଷାରେ, ଶାସନରେ, ନ୍ୟାୟନୀତିରେ ଏବଂ କଚେରୀମାନଙ୍କରେ ପୁଷ୍ପଳ ଅଳପଙ୍କର ଜୀବନ ସବୁବେଳେ ଚାଲିଛି। ମାତ୍ର ବିବେକଟା ମାରା ପଡ଼ିଛି। ବିବେକ ବହିରେ ଅଛି, ଭର୍ତ୍ତୃହରି ଏବଂ ବିଷ୍ଣୁଶର୍ମା ମାନଙ୍କର ଖୋସଣିରେ ଖୋସା ହୋଇଛି। ଆମେ ସିଆଣିଆମାନେ ଯୁଗ ଯୁଗ ଧରି ସେଇଥିରେ ଓ ସେତିକିରେ ଫୁଲେଇ ହୋଇ ଆସିଛୁ। ସମସ୍ତେ ସୁଖରେ ରହନ୍ତୁ ବୋଲି ଗଦ୍ଗଦ୍ ସ୍ତ୍ରୋତ୍ରମାନ ଲେଖିଛୁ। ସମସ୍ତେ ବୋଲି କହିବା ବେଳେ କେବଳ ନିଜକୁ ହିଁ ଦେଖିଛୁ, ନିଜର ଶାବକ-ସଂସାରଟି ଏହିପରି ନିରାମୟ ଭାବରେ ଚାଲିଥାଉ ବୋଲି ପରମେଶ୍ୱରଙ୍କର କୃପାକାମନା କରିଛୁ। ଆମର ହିସାବଖାତାମାନଙ୍କରେ ତାଙ୍କୁ ଗୋଟାସୁଦ୍ଧା ବେହିଆ ବନାଇ ରଖିଦେଇଛୁ। ବିଚରା ଭଗବାନ କୁଆଡ଼େ ସବୁ ସହିପାରନ୍ତି। ମୋଟେ ଗରମ ହୁଅନ୍ତି ନାହିଁ। ମଣିଷ ଭିତରେ ଥିବା ଭଗବାନ କିନ୍ତୁ ଅଲଗା ଧାତୁରେ ତିଆରି ହୋଇଥାନ୍ତି। ମଣିଷ ତା' ଭିତରର ଭଗବାନଙ୍କୁ ଆବିଷ୍କାର କରିବା ମାତ୍ରକେ ଆଉ ମୋଟେ ଥୟ ଧରି ରହିପାରେ ନାହିଁ। ସିଏ ଧଡ଼ପଡ଼ ହୋଇ ଉଠିଯାଏ। କଡ଼ ଲେଉଟାଏ। ଭାରତବର୍ଷ ପାଇଁ ସେହି ଭଗବାନଙ୍କୁ ଆବିଷ୍କାର କରିବା ବଡ଼ ଜରୁରୀ ହୋଇ ପଡ଼ିଲାଣି। ଆଉ ଦୟାରେ ମୋଟେ କାମ ଚଳିବ ନାହିଁ। ପରସ୍ପରକୁ ସ୍ୱୀକାର କରିନେବା ହିଁ କର୍ତ୍ତବ୍ୟ ହୋଇ ରହିବ। ମହାବାତ୍ୟାରୁ ଶିକ୍ଷା ଏକଦା ହାଇସ୍କୁଲ ପିଲାଙ୍କର ଓଡ଼ିଆ ସାହିତ୍ୟ ବହିରେ ଆମ ଓଡ଼ିଶାର ବୈଜ୍ଞାନିକ ଡ଼କ୍ଟର ପ୍ରାଣକୃଷ୍ଣ ପରିଜାଙ୍କର ଲେଖାଟିଏ ଥିଲା। ବହିଟି ବେଶ୍ କେତେବର୍ଷ ଯାଏ ଚାଲିଲା। ସାହିତ୍ୟର ଦୃଷ୍ଟିରୁ ଲେଖାଟିର ସେପରି କୌଣସି ଉପାଦେୟତା ନଥିଲା। ଚର୍ଚ୍ଚିତ ସାମଗ୍ରୀଟିରେ ମଧ୍ୟ ସେପରି ଅତ୍ୟାବଶ୍ୟକ ବିଶେଷ ମହତ୍ତ୍ୱ ବି ନଥିଲା। ଖୁବ୍ ସମ୍ଭବ ଏଡ଼େ ବଡ଼ ଜଣେ ବ୍ୟକ୍ତିଙ୍କର ଲେଖାଟିଏ ରହୁ ବୋଲି ତାଙ୍କର କେତେଜଣ ଛାତ୍ର ମମତା ଦେଖାଇ ଲେଖାଟିକୁ ବାଛିଥିଲେ। ସେହି ଛାତ୍ରମାନେ ବଡ଼ ବଡ଼ ପଦରେ ରହିଥିଲେ ଏବଂ ସାର୍ଙ୍କର ଲେଖାଟିଏ ସାହିତ୍ୟ ବହିରେ ରହୁ ବୋଲି ଅତ୍ୟନ୍ତ ନିଷ୍ଠାପର ଭାବରେ ଇଚ୍ଛା କରିଥିଲେ। ଯୁଦ୍ଧ ସବୁବେଳେ ଏକ ଭୟାବହ ଘଟଣା ହୋଇଥିଲେ ମଧ୍ୟ ସେଥିରୁ ତଥାପି ଯେଉଁସବୁ ଲାଭ ବା ଉପକାର ମିଳେ, ଲେଖାଟିରେ ସେହିଗୁଡ଼ିକର ଆଲୋଚନା କରାଯାଇଥିଲା। ନୂଆ ନୂଆ। ପ୍ରଯୁକ୍ତି-କୌଶଳକୁ ସମ୍ଭବ କରିବାରେ ଯୁଦ୍ଧ ସମୟରେ ଗବେଷଣାରତ ବିଜ୍ଞାନୀମାନେ କିପରି ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ସାହାଯ୍ୟ କରିଥାଆନ୍ତି, ସେହି ସଂକ୍ରାନ୍ତରେ କିଛି ତଥ୍ୟ ପ୍ରଦତ୍ତ ହୋଇଥିଲା। ଲେଖାଟି କିଞ୍ଚିତ୍ ବିଚିତ୍ର ଲାଗୁଥିଲା ସିନା, ତଥାପି କେତେକ ନୂଆ ଖବର ମଧ୍ୟ ମିଳିଗଲା ପରି ମନେ ହେଉଥିଲା। ବିଷୟଟିକୁ ପଢ଼ି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପିଲାଏ ଏଥିରୁ କେତେ କ'ଣ ଉପକୃତ ହେଉଥିଲେ କେଜାଣି? ଯୁଦ୍ଧ